ସବୁ କଳ୍ପନା ତାର ପାଣି ଫୋଟକା ପରି ଫାଟି ମିଳାଇଗଲା। ସୁଖ ସପନ ଚୂନା ହେଇଗଲା। ସହରର ଚାଳି ଘରଟିକୁ ଛାଡ଼ି ଦବାକୁ ହବ। ଗୋଟାଏ ମେସରେ ସାମିଲ ହୋଇ ଦିନ କଟାଇବାକୁ ହବ। ବୁଢ଼ୀମାଟାକୁ ଦେଖିବାକୁ ଦାତା ଦଇବ ନ ଥିବେ। ମନଟା ଥିବ ମା ପାଖରେ ଆଉ କାମ କରୁଥିବ ସହରରେ। ମା' ହାତ ତିଆରି ସୁଆଦୁ ଖାଦ୍ୟ କାହୁଁ ମିଳିବ। ଝୁରିୁ ଝୁରି ସେ ଶୁଖିବା ଶ୍ରେୟ ହେବ। ସେ ବି ସନ୍ଧ୍ୟା ଗାଡ଼ିକୁ ଗଲାନି-। ମା' ପୁଅ ଖାଇ ପିଇ ଶୋଇ ପଡ଼ିଲେ। ଆଉ କେହି କିଛି କହିଲେନି। ରୁଷି କରି ଦୁହେଁ ଶୋଇ ପଡ଼ିଲେ। କିଏ କାହାକୁ ସତେ ରୁଷିଲେ କେଜାଣି? ହଠାତ୍ ବାରଟା ରାତିରେ ପାଟିତୁଣ୍ଡରେ ଗାଁଟା ଚମକିଉଠିଲା। ସମସ୍ତଙ୍କ ନିଦ ଭାଜିଗଲା। ବାହାରକୁ ସଭିଏ ଆସି ଦେଖନ୍ତି ତ ନିଧି ବେହେରା ଆଉ ରଘୁ ଶୁଣ୍ଢିଙ୍କ ମଧ୍ୟରେ ଲାଗିଚି ଭିଡ଼ାଓଟରା ମରାମତି। ପିଲା କଳିରୁ ଏ ଦ୍ୱନ୍ଦ୍ୱ। ନିଧି ବେହେରା ରେଳଷ୍ଟେସନରେ କୁଲି, ରଘୁ ଶୁଣ୍ଡି ମଦ ବିକି ବେଶ ଦୁଇପଇସା କମେଇଚି। କେହି କାହାକୁ ଊଣା ନୁହନ୍ତି। ଗାଁଟାର ଲୋକେ ଅଧେ ଅଧେ ଭାଗ ହୋଇ କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭ କରିଦେଲେ। ରାତି ବାରଟାରୁ ଦୁଇଟା ବାଜିଗଲା। ଶୁକୁଟା ସାହିର ନିଧି ବେହେରା ଜିତ୍ ହେଲା ଆଉ ରଘୁଆ ଶୁଣ୍ଢିର ହାର ହେଲା। ନିଧି ବେହେରା ଘର ସାମନା ଆରଧାଡ଼ିରେ ନିଧି ଶୁଣ୍ଢିର ଘର। ଶୁକୁଟା ଭାବିଲା, ଏଥର ମା'କୁ ବୁଝାଇବା ସୁବିଧା ହେବ। ବଡ଼ କରୁଣ ଭାବରେ ମା' ମୁହଁକୁ। ଚାହିଁଲା। ଆଉ ଶୁକୁଟା ବୋଉ ଭାବିଲା, ପୁଅକୁ କହିଦବ ଏ ଗାଁ ଛାଡ଼ି ଚାଲିଯିବା ଭଲ। ମାତ୍ର କେହି କାହାକୁ କିଛି କହିଲେ ନାହିଁ। ନିଜ ଅଭିମାନ ନିଜକୁ ଟଳାଇ ଟଳାଇ ନେଇଗଲା ଶେଯ ଉପରକୁ। କିଛି ସମୟ ମନେ ମନେ କିଛି ଭାବିଲେ, ପୁଣି ଶୋଇ ପଡ଼ିଲେ। ଖୁବ୍ ଜୋରରେ ନିଦ ଆସିଗଲା। ଶୁକୁଟା ମା'ର ନିଦ ଭାଜିଲା ବେଳକୁ ସେ ଅର୍ଦ୍ଧଦଗ୍ଧ ଓ ତାକୁ ଲୋକେ ବୁହାଇ ନେଉଛନ୍ତି। ମୋ ପୁଅ' ମୋ ପୁଅ କାହିଁ? ' କେବଳ ଏଇ ଶବ୍ଦ ଶୁକୁଟା ମା'ଠାରୁ ଶୁଣା ଯାଉଥାଏ। ଡାକ୍ତରଖାନା ଖଟିଆ ଉପରେ ତାକୁ ଶୁଆଇ ଦିଆଗଲା। ଗୋଟିଏ ଯୁବକ ଡାକ୍ତର ତାକୁ ବଲବଲ କରି ଚାହିଁଲେ। କହିଲେ—ଆପଣ ଶୁକୁଟାଇ ମା'ନା! କାନ୍ଦି କାନ୍ଦି ଶୁକୁଟା ମା' କହିଲା—ହଁ ରେ ପୁଅ, ତୁ କିମିତି ତାକୁ ଚିହ୍ନିଲୁ? ଡାକ୍ତର କହିଲେ—ମାଉସି, ମୁଁ ତୁମ ଘରକୁ ଯାଇଥିଲି, ଖାଇଚି, ପିଇଚି। ଶୁକୁଟା ମୋର ବଡ଼ ସାଙ୍ଗ। ମୁଁ ପାରିଲିନି ମାଉସି, ତାକୁ ମୁଁ ବଞ୍ଚାଇ ପାରିଲି ନାଇଁ। ଶୁକୁଟା ମା' କହିଲା—ତେବେ ରଇଜଳା ଗାଁ କଳିରୁ ଘରପୋଡ଼ି, ସେଥିରେ ମୋ ଧନର ମୃତ୍ୟୁ? ବାବୁ ମ, ମୋ କଥା ରଖିବ? ମତେ ଟିକିଏ ଶୁକୁଟାକୁ ଦେଖାଇଦେବ? ରଘୁଆ ଶୁଣ୍ଢି ମୋ ସୁନାର ଘର ଚୂନା କଲା। କେତେ ଘର ପୋଡ଼ି ଜାଳି ନାରଖାର କଲା। ମୁଁ ଚଣ୍ଡାଳୁଣୀ ମୋ ପୁଅର ଅଳି ଶୁଣି ଯଦି ସନ୍ଧ୍ୟା ଗାଡ଼ିରେ ଯାଇ ଥାଆନ୍ତି, ତେବେ ଏଅଟଣ ଘଟଣା ଘଟି ନ ଥାଆନ୍ତା। ଓହୋ, କେତେ କାତର ନିବେଦନ ସେ ସତେ କରି ନ ଥିଲା! ସହରକୁ ଯିବାକୁ କେତେଥର ମତେ ବୁଝାଇଲା। ଶେଷକୁ ମୋ ପାଖରୁ ରୁଷି ଚାଲିଗଲା। ମୋ ଧନ, ମୋ ରାଣ, ମୋ ପୁଅଟା ପରା, ଟିକିଏ ଶୁକୁଟାକୁ ଆଣେ ପୁଅ ମୁଁ ତାକୁ ଦେଖେ। କୁଣ୍ଠିତ ଚିତ୍ତରେ ଡାକ୍ତର ବାବୁ ଠେଲା ଗାଡ଼ିରେ ଶୁକୁଟାର ମୃତ ଶରୀରକୁ ବୋହି ଆଣିଲେ। ତାର ମୁହଁ କନାରେ ଢଙ୍କା ହୋଇଥାଏ। ଥରିଲା ହାତରେ ବୁଢ଼ୀ କନାଟି କାଢ଼ିଦେଲା। ମୁହଁଟିକୁ ଦେଖି ନିର୍ବାକ୍ ହୋଇ ଚାହିଁ ରହିଲା। ସଜଫୁଟା ସୁନ୍ଦର ମୁହଁଟି ପୋଡ଼ିପାଡ଼ି ବିବର୍ଣ୍ଣ ହୋଇ ଯାଇଚି। ବୁଢ଼ୀ ସେଇ ମୁହଁରେ ଚୁମା ଦେବ ବୋଲି ମୁହଁ ବଢ଼ାଇ ଦେଲା ବେଳକୁ ଗଡ଼ି ତଳେ ପଡ଼ିଗଲା। ବେଶ୍, ସବୁ ଶେଷ। ଡାକ୍ତରବାବୁ ଯୋଗାଡ଼ କରି ଶ୍ମଶାନରେ ମା' ପୁଅଙ୍କୁ ଏକାଠି ଦାହ କରାଇ ଦେଲେ ଆଉ ଦୁଇ ଆଖିରୁ ଦୁଇଟି ଟୋପା ଲୁହ ବୁହାଇ ଦେଇ ଫେରି ଆସିଲେ ଘରକୁ, ମନରେ ଅନନ୍ତ ଭାବନା ଧାରଣକରି। ବାଜୁର ସରସ୍ୱତୀଙ୍କୁ ଚିଠି ସରସ୍ୱତୀଙ୍କ ବାଜୁର ଶତକୋଟି ପ୍ରମାଣ। ଆପଣ କେଉଁଠି ଅଛନ୍ତି ମୁଁ ଜାଣେନା।